ତାଙ୍କର ମଗଜ ଯୋଗୁଁ। ମଦନ ପଟ୍ଟନାୟକେ ଯେତେବେଳେ ଭାଗୁ ମହାନ୍ତିର ଘରତଳି ପର୍ଯ୍ୟନ୍ତ ନିଲାମ କରି ବସିଲେ, ସେତେବେଳେ ଭାଗୁ ମହାନ୍ତିର ମାଇପ ବେତପେଡ଼ିଟିଏ ଧରି ବାପ ଘରକୁ ବିଦା ହୋଇଗଲା। ଭାଗୁ ମହାନ୍ତି ସେଦିନ ଦ୍ରୌପଦୀ ଆଗରେ ଭୀମ ପଣ କଲାପରି ପଣ କରିଥିଲେ, ଏ ଗାଁକୁ ଯଦି ତୁ ପୁଣି ଫେରିବୁ ତ ମଦନ ପଟ୍ଟନାୟକ ଛାତି ଉପରେ ଛାତି ଧରି ଫେରିବୁ ନଇଲେ ଆଉ ଅଯୋଧ୍ୟା ମୁଖ ନ ଦେଖିବୁ। ତା'ପରେ ସେ ନିଜେ ଯାଇ ଚାକିରି କଲେ ମିଶ୍ର ଘରେ ମାସକୁ ପାଞ୍ଚ ଟଙ୍କା ଦରମାରେ ଗୁମାସ୍ତା ଗିରି। ଦରମା ଛାଡ଼ି ଉପୁରିବି ଅଛି। ତା'ର ହିସାବ ଥାଏ ନାହିଁ। ସେ ନିଜେବି ଜାଣନ୍ତି ନାହିଁ ଉପୁରି କେଉଁ ବାଟେ ଆସେ। ପ୍ରଭୁ ରାଧାଗୋବିନ୍ଦ ଦୟା ପ୍ରସାଦ କଣିକା ପ୍ରାୟ ସେ ଉପୁରି ପଇସାତକ ପାଇ ଦିଅନ୍ତି ଏକା ଥରକେ ଶେଷ କଲା ପରି। ମିଶ୍ର ଘରେ ମହାଜନି କାରବାର। ଭାଗୁ ମହାନ୍ତିଙ୍କର ସେଇ ହାତ ଦଶ ପଚାଶ, ଦଶ ପଚାଶରୁ ପଚାଶ ଶହେ, ହୋତେ ହୋତେ ପାଞ୍ଚ ଦଶ ହଜାରବି ଦେଖିଲା ହଜାର ହଜାର ଟଙ୍କା ଦେଣନେଣ ଚାଲିଲା ଏଇ ଭାଗୁ ମହାନ୍ତି ଅମଳରେ। ମିଶ୍ରଙ୍କ ଘର ପୂରି ଉଠିଲା। ସାଙ୍ଗେ ସାଙ୍ଗେ ଭାଗୁ ମହାନ୍ତିର ହାତବି ତେଲିଆ ଚିକଣା ପଡ଼ି ଯାଉଥାଏ। କିନ୍ତୁ ଭାଗୁ ମହାନ୍ତି ଏମିତି କାଇଦାରେ ଥାଏ ଯେ, କେହି ଜାଣିବ ନାହିଁ ଭାଗୁ ମହାନ୍ତିର ସଞ୍ଚା ତିନି ଶୂନ୍ୟକୁ ଠେକିଲାଣି କେହି ଜାଣିବ ନାହିଁ। ଭାଗୁ ମହାନ୍ତି ତଳ ସାହିରେ ଜାଗା ଖଣ୍ଡେ କିଣି ଯେଉଁଦିନ ପହିଲୁ ଘର ଶୁଭ ଦେଲେ, ସେ ଦିନ କି ନବରଙ୍ଗ ଦେଖିବ। ଗାଁଯାକ ସମସ୍ତକୁ ସେ ଦଶ ମୁଣ୍ଡିଆ ମାରି ଯାଉଥାନ୍ତି, ''ତମରି ଦୟା ତମରି ଦୟା ତମେ ଦୟା ନ କରିଥିଲେ ଏ ଜେଗା ମିଳିଥାନ୍ତା କୁଆଡ଼ୁ। ଏଣିକି ଘର ତୋଳା ତମକୁ ଲାଗିଲା। ମାଗିଯାଚି ଘର ଖଣ୍ଡେ କ'ଣ ଭାଗୁ ମହାନ୍ତି କରିପାରିବ ନାହିଁ। କାହାଠୁ ଛଣ ଦି' ବିଡ଼ା, କାହାଠୁ ବାଉଁଶ ଦି'ପଣ ଏମିତି କରି ଚାଳିଆ ଖଣ୍ଡେ ଠିଆ କରି ଦେଲେ ମୁଣ୍ଡ ଗୁଞ୍ଜିବାକୁ ଜାଗା ମିଳିବ ବାସ ରହିବ। '' ଘର ପ୍ରତିଷ୍ଠା ଦିନ ଦୁଇ ସାହିଯାକକୁ ନିମନ୍ତ୍ରଣ ତା' ସାଙ୍ଗରେ ମଦନ ପଟ୍ଟନାୟକଙ୍କୁବି। ମଦନ ପଟ୍ଟନାୟକ ଦିହ ଭଲ ନାହିଁ ମନା କଲେ। କିନ୍ତୁ ଭାଗୁ ମହାନ୍ତି ଛାଡ଼ନ୍ତି କେତେକେ! ଘର ଭିତରେ ଯାଇ ହାଜର ''ମଦନାଦାଦି ମଦାନାଦାଦି ତମେ ନ ଯିବ ତ ମୋ ଘର ପ୍ରତିଷ୍ଠା ବନ୍ଦ ରହିଲା। '' ମଦନାଦାଦି ମହା ଅପଦସ୍ତ। ଏବେ ଆଉ ମନା କରୁଚନ୍ତି କେମିତି? ନ ଯାଇ ଚାରା ନାହିଁ। ବାଧ୍ୟ ହେଇ ବାହାରିଲେ। ଘର ଏରୁଣ୍ଡିରେ ଗୋଡ଼ରଖି ଆଗ 'ମଦନାଦାଦି' ପଚାରିଲେ, ''ବହୂ କାହାନ୍ତି? ବହୂ ଆସିଚନ୍ତି ବାପଘରୁ? '' ପୁଅ ପୁତୁରା ସମାନ ପୁଅ କିଏ ପୁତୁରା କିଏ? ଭାଗୁ ମହାନ୍ତି ମନେ ମନେ ହସିଲେ କହିଲେ''ଜାଣ ନାହିଁ କି ମଦନାଦାଦି? ସେଇ ଶଳା ଗୋଲାମ ଟେକା ଧୋବେଇ ମହାନ୍ତି ତମ ବଗକନ୍ଦାଜ ମଶଳାର ଏଡ଼େ ମଗଜ, ପଟ୍ଟନାୟକ ଘର ବହୂ, ମଦନ ପଟ୍ଟନାୟକଙ୍କ ବହୂ ଭାଗୁ ପଟ୍ଟନାୟକଙ୍କ ସ୍ତ୍ରୀ ସବାରୀ ଭିତରେ ଗଉଡ଼ ଜୋର୍ରେ ଦିହିଁଙ୍କି ଡାକି ଦେଲା ସରିକି ସେ ସାମନାରେ ଠିଆ ହେଇଯାଇ ସବାରୀ ଅଟକେଇ ଦଉଚି। ଆଉରି ପଚାରୁଚି 'କିସ୍କା ସବାରୀ ହେ! ' ମୋର ଲାଗିଗଲା ସେଠି ତା' ସାଙ୍ଗରେ ପଟେ। ସେ କହିଲା 'ମୋତେ ସାଆନ୍ତେ ହୁକୁମ ଦେଇଚନ୍ତି। ' ମୁଁ କାହିଁକି ଠୁଳେ ବିଶ୍ୱାସ କରନ୍ତି। ମୁଁ କ'ଣ ମଦନ ପଟ୍ଟନାହାକଙ୍କୁ ଚିହ୍ନି ନାହିଁ ଆଜି ମୋତେ ବେହିପୁଅ ଧୋବେଇ ମହାନ୍ତି ଗୋଲାମ ଆସି ଚିହ୍ନେଇ ଦେବ। ତମେ କାହିଁକି କାହା ଝୁଅ ବହୂ ସବାରୀ ଅଟକାନ୍ତ। ସବୁ ସେଇ ଶଳା ଗୋଲାମ ଟୋକାର କାଣ୍ଡ। ମୁଁ